ଅଥଚ ଆମେ ଏହାର ପ୍ରତିରୋଧ କରିବା ନାହିଁ? ଏହା କ'ଣ ଆମର ଶ୍ରେଷ୍ଠ ଶିକ୍ଷା ଓ ସଭ୍ୟତାର ନିଦର୍ଶନ? '' କିଛି ସମୟପରେ ଆଲେସ୍କି ପୁଣି ଥରେ କହିଲେ, ''ମାର୍କିନ୍ମାନେ ଆମପ୍ରତି ଯେଉଁ ମନୋଭାବ ପୋଷଣ କଲେ ମଧ୍ୟ, ଆନ୍ତର୍ଜାତିକ କ୍ଷେତ୍ରରେ ସେମାନେ ଆମ ବିରୁଦ୍ଧରେ ଯେତେ କହିଲେ ମଧ୍ୟ ମୋର ବିବେକ କହୁଛି ଏଭଳି ଏକ ମୁହୂର୍ତ୍ତରେ ଆମର ସେମାନଙ୍କୁ ସାହାଯ୍ୟ କରିବା ଏକାନ୍ତ ଉଚିତ। ସେମାନଙ୍କ ଏହି ଉପଗ୍ରହଟି କାର୍ଯ୍ୟକାରୀ ନ ହେବାରୁ ସେମାନଙ୍କୁ କେତେ ଧନ ଓ ସମ୍ମାନ କ୍ଷତି ସହିବାକୁ ପଡ଼ିଛି ଓ ସେମାନଙ୍କ ଗବେଷଣା କେତେ ପଛେଇ ଯାଉଛି ତାହା ଆମର ଅନୁମାନ କରିବା ଉଚିତ। ତେଣୁ ଏହି ସବୁ ପରିସ୍ଥିତିରୁ ମୁଁ ଭାବୁଛି, ସେ ଦେଶ ଆମର ଯେତେ ଶତ୍ରୁତା ଆଚରଣ କଲେ ମଧ୍ୟ ଆମେ ଯାଇ ସେମାନଙ୍କ ଉପଗ୍ରହଟିକୁ ସଜାଡ଼ିଦେଲେ ସାରା ପୃଥିବୀ ଜାଣନ୍ତା ଆମର ହୃଦୟ କେମିତି? ସେମାନେ ଆମର ଶତ୍ରୁ ହେଲେ ମଧ୍ୟ ଆମେ ଯେ ସେମାନଙ୍କ ବିପଦ ସମୟରେ ସାହାଯ୍ୟ କରିଛୁଁ, ଏହା ସାରା ବିଶ୍ୱରେ ଶତଗୁଣରେ। ପ୍ରତିଧ୍ୱନିତ ହୁଅନ୍ତା। ଆମେ ଯେ ଏକ ସ୍ୱାର୍ଥନ୍ୱେଷୀ ଜାତି ନୋହୁଁ, ତାହା ତ ପୃଥିବୀ ସ୍ୱୀକାର କରନ୍ତା। '' ଆଲେସ୍କିଙ୍କର ଏହି ବକ୍ତବ୍ୟ ପରେ ସଭାସ୍ଥଳ ପୁଣି ନୀରବ ହୋଇଗଲା। ଆଉ କୌଣସି ସଭ୍ୟ ଭିନ୍ନ ଯୁକ୍ତି ବାଢ଼ିବା ପାଇଁ ପ୍ରବୃତ୍ତି ଦେଖାଇଲେ ନାହିଁ। ଆଲେସ୍କିଙ୍କର ପ୍ରସ୍ତାବକୁ ସେମାନେ ଗ୍ରହଣ କରିବେ କି ପ୍ରସ୍ତାବଟିକୁ ଆଗ୍ରାହ୍ୟ କରିବେ, ଠିକ୍ କରି ନ ପାରି ଚୁପ୍ରହିଲେ। ଆଲେସ୍କି ପୁଣି କହିଲେ, ''ମୋ ପ୍ରସ୍ତାବଟି ବୋଧହୁଏ ଆପଣମାନଙ୍କ ମନକୁ ପାଇଲା ନାହିଁ। ମୁଁ ପୁଣି ଥରେ ଅନୁରୋଧ କରୁଛି ଆପଣମାନେ ଏହା ଉପରେ ଆହୁରି ଅଧିକ ଚିନ୍ତା କରନ୍ତୁ-। କାଲି ପୁଣି ଏହା ଉପରେ ଆଲୋଚନା କରାଯିବ। '' ଆଲେସ୍କି ଗିରଫ ହେବା ଖବର କୃତ୍ରିମ ଉପଗ୍ରହରେ ବିଦ୍ୟୁତ୍ ଭଳି ଖେଳିଗଲା। ଯିଏ ଯେଉଁଠାରେ ଥିଲେ ଏହି ଆକସ୍ମିକ ଖବରରେ ବିସ୍ମିତ ହୋଇ ବସିପଡ଼ିଲେ। ସେ ଗିରଫ ହେବା ପାଇଁ କିଏ ଆଦେଶ ଦେଲା ଏବଂ ଏହା ପଛରେ କାହାର ହାତ ଅଛି ଭାବି କେହି ଠିକ୍ କରିପାରିଲେ ନାହିଁ। ଆଲେସ୍କିଙ୍କ ଭଳି ଏତେବଡ଼ ସୁଯୋଗ୍ୟ ଡିରେକ୍ଟର ଓ ବୈଜ୍ଞାନିକଙ୍କୁ ଗିରଫ କରିବା ଦ୍ୱାରା ତାଙ୍କ ବ୍ୟକ୍ତିତ୍ୱ ପ୍ରତି ଯେ ଘୋର ଅନ୍ୟାୟ କରାଯାଇଛି, ତାହା ଭାବି ଉପଗ୍ରହର ସଦସ୍ୟମାନେ ବିଚଳିତ ହୋଇପଡ଼ିଲେ। ଲେନା ଓ ମେରିନା ଏହି ଖବରରେ ତ୍ରସ୍ତ ହୋଇପଡ଼ିଥାନ୍ତି-। ଆଲେସ୍କିଙ୍କୁ ଡିରେକ୍ଟର ପଦରୁ ସାମୟିକ ବିତାଡ଼ିତ କରି ଭିନ୍ଗ୍ରେଡ଼ୋଭ୍ଙ୍କୁ ଉପଗ୍ରହର ନୂତନ ଡିରେକ୍ଟର ପଦରେ ନିଯୁକ୍ତ କରାଯାଇଥାଏ। ଆଲେସ୍କି ଉପଗ୍ରହର ଅଧିବାସୀମାନଙ୍କ ସମ୍ମୁଖରେ ମାର୍କିନ୍ଦେଶକୁ ସାହାଯ୍ୟ ଓ ସମର୍ଥନ କରି ଯେଉଁ ସବୁ ବକ୍ତୃତା ଦେଇଥିଲେ, ସେହି ବକ୍ତୃତାର ନକଲ ମଗାଇ ପଠାଇଥାନ୍ତି କେନ୍ଦ୍ର ଗୋଏନ୍ଦା ବିଭାଗ। କେନ୍ଦ୍ର ରାଜଧାନୀରେ ଥାଇ ବିଚାରକମାନେ ଉପଗ୍ରହରୁ ସାକ୍ଷ୍ୟ ଗ୍ରହଣ କରି ବିଚାର କରି ସ୍ଥିର ହୋଇଥାଏ-। ବିଚାରର ଶେଷ ଦିନ। ଆଲେସ୍କିଙ୍କୁ ବିଚାରପତିମାନଙ୍କ ଆଗକୁ ଯିବାକୁ ପଡ଼ିବ। ଉପଗ୍ରହର ଟେଲିଭିଜନ୍ଯନ୍ତ୍ର ସମ୍ମୁଖରେ ବସି ସେ କେନ୍ଦ୍ର ରାଜଧାନୀର ବିଚାରକମଣ୍ଡଳୀଙ୍କୁ ଦେଖିବା ତଥା ସେମାନଙ୍କ ପ୍ରଶ୍ନର ଯଥାଯଥ ଉତ୍ତର ଦେବା ପାଇଁ ନିର୍ଦ୍ଧାରିତ ହୋଇଥାଏ। ବେତାର ରୁମ୍ର ପରିଚାଳକ ଗୋଲେଭ୍ ଆଲେସ୍କିଙ୍କୁ ଡାକିବାକୁ ଗଲେ। ସେ ବନ୍ଦୀ ହୋଇଥିବା କୋଠରି ଭିତରକୁ ପଶି ଯାହା ଦେଖିଲେ ସେଥିରେ ତାଙ୍କର ମୁଣ୍ଡ ଘୂରିଗଲା। ବନ୍ଦୀ ହୋଇ ରହିଥିବା କୋଠରି